ଏଇ ଅନ୍ଧାର ରାତିରେ ବାଟ ଚାଲିଲା ବେଳେ କେତେ କିଏ ବାଟ ଭୁଲି ଅବାଟରେ ଯାଇନଥିବେ। କିନ୍ତୁ ବାଟହରା ବାଟୋଇର ଦୁଃଖ କେତେଜଣ ବୁଝିଲେ? କେତେଜଣ ଶୁଣିଲେ ତା'ର ବୁକୁର ବ୍ୟାକୁଳ। ଆର୍ତ୍ତନାଦ। ଏଇପରି ଅନ୍ଧାର ରାତି; ଉପରେ ଅନନ୍ତ ଆକାଶ ତଳେ ବିରାଟ ବିସ୍ତୃତ ପୃଥିବୀ। ତାରି ଭିତରେ ଉଦ୍ଦାମ ଯୌବନ ଆଉ ଅସରନ୍ତି ଆଶା ଆକାଂକ୍ଷାର ଉଦ୍ବେଳିତ ସମାରୋହ ଭିତରେ ବାଟ ଚାଲୁ ଚାଲୁ ସେ ବାଟ ଭୁଲି ଯାଇଥିଲା। ତା'ର ଭୁଲ୍ ହୋଇଥିଲା। କିନ୍ତୁ କିଏ ବୁଝିଲା ତା'ର ହୃଦୟର ବ୍ୟଥା-ବେଦନାର ଅସ୍ପଷ୍ଟ ସଙ୍ଗୀତ। ତାକୁ ଲାଗିଲା ସେ ଯେମିତି ଏକୁଟିଆ। ଖୁବ୍ ଏକୁଟିଆ। ତା'ର କେହି ନଥିଲେ-କେହି ନାହାନ୍ତି; ଭବିଷ୍ୟତ ପାଇଁ ବି କେହି ଆସିବେନି। ସମଗ୍ର ଜୀବନ ତାକୁ ଏମିତି ଅନ୍ଧାର ରାତିରେ, ବର୍ଷା-ବତାସିଭରା ଦୁର୍ଦ୍ଦିନରେ ଏକୁଟିଆ ଚାଲିବାକୁ ପଡ଼ିବ। ଏହି ଐକାନ୍ତିକତା ତାକୁ ଆଜିକାଲି ଭୀଷଣ ଭାବରେ ଆକ୍ରମଣ କରୁଛି; କେଜାଣି କାହିଁକି? ଜୀବନରେ ଏହି ଅସହାୟ-ପରିସ୍ଥିତିରୁ ରକ୍ଷା ପାଇବାକୁ ସେ କେତେ ବନ୍ଧୁ ସୃଷ୍ଟି ନ କରିଛି। ସଦାବେଳେ ବନ୍ଧୁବାନ୍ଧବ ସଖା ସଙ୍ଗିନୀମାନଙ୍କ ମେଳରେ ରହି ନିଜର ଏହି ନିଃସଙ୍ଗତାକୁ ଘୋଡ଼ାଇ ଦେବାକୁ କେତେ ଚେଷ୍ଟା ନ କରିଛି ସେ? ପ୍ରତି ମୁହୂର୍ତ୍ତରେ ତଥାପି ସେ ଯେପରି ଅନୁଭବ କରିଛି ଏହି ବିରାଟ ସଂସାରରେ ସେ ଏକାନ୍ତ ଏକାକୀ। ଯେତେ ପ୍ରବୋଧନା ଦେଲେ ବି ତା'ର ଅମାନିଆଁ ମନ କୌଣସି କଥା ମାନି ନାହିଁ। କେବଳ ତା'ର ମନେପଡ଼େ ନୀହାର। ଯେ କି ତା' ଜୀବନର ଏକମାତ୍ର ସାଥୀ ଥିଲା। ସବୁ ସୁଖ ଦୁଃଖ ଭିତରେ ସେ ପାଖରେ ଥିଲାବେଳେ ତା'ର ମନେ ହେଉଥିଲା ସେ ଏକାକୀ ନୁହେଁ; ତା'ର ପାଖେପାଖେ ଅତି ଆପଣାର, ନିଜର ଲୋକ ଜଣେ ଠିଆହୋଇଛି। ତାରି ସୁଖରେ ସେ ହୃଦୟଭରି ହସିବ; ତାରି ଦୁଃଖରେ ଲୁହ ଢାଳି ତାକୁ ସାନ୍ତ୍ୱନା ଦେବ। ଥରେ ତାକୁ ନୀହାର କହିଥିଲା-''ମୋ ଛଡ଼ା ତୁମ ଜୀବନରେ କୌଣସି ଶାନ୍ତି ନାହିଁ-କି ତୁମ ଅଭାବରେ ମୋ ଜୀବନର କୌଣସି ମୂଲ୍ୟ ନାହିଁ। '' ଆଜି ଲାଗିଲା ନୀହାରର ସେଦିନର କଥା ନିତାନ୍ତ ସତ। ତାକୁ ଭୁଲିବାକୁ ସେ କେତେ ଚେଷ୍ଟା ନ କରିଛି। ତଥାପି ହାରିଗଲା ଶେଷରେ। ଯେତେବେଳେ ଅନେକ ଚିଠି ଲେଖିସାରି ନୀହାର ସାଗରୀକାଠାରୁ କୌଣସି ଉତ୍ତର ପାଇଲାନି; ସେତେବଳେ ଚାରି ମାସ ପରେ ସେ ନିଜେ ଆସିଥିଲା। କିନ୍ତୁ କି ନିଷ୍ଠୁର ଭାବରେ ସାଗରୀକା ତାକୁ ଫେରାଇ ନ ଦେଇଛି ସେଦିନ। ତାକୁ ଫେରାଇ ଦେଇ, ସେଇ ଦୁଃଖକୁ ଭୁଲିବାକୁ-ସେଇ ଚିନ୍ତାରୁ ନିଜକୁ ଦୂରରେ ରଖିବାକୁ ସେ ନିଜକୁ କେତେ କାମରେ, ଭିନ୍ନ ଭିନ୍ନ ବନ୍ଧୁ ମେଳରେ ହଜାଇ ଦେଇଛି। ଡ୍ରାମାରେ ପାର୍ଟ କରିଛି; ଛାତ୍ର-ୟୁନିଅନ୍ର ଗ୍ରୀଷ୍ମ-ଶିବିରରେ ଯୋଗ ଦେଇଛି-ଦ୍ୱାର ଦ୍ୱାର ବୁଲି ସେ ଲାଗି ଚାନ୍ଦା ସଂଗ୍ରହ କରିଛି;ଏବଂ ଏକ ନୂତନ ଦୃଷ୍ଟିକୋଣରୁ ଜୀବନକୁ ଗଢ଼ିବାକୁ ଯାଉଛି ବୋଲି ଆପେ ନିଜ ମନକୁ ସାନ୍ତ୍ୱନା ଦେଇଛି। କେବଳ ନୀହାର-ସେଇ ଜଣକୁ ଭୁଲିବାକୁ ସେ ଅଗଣିତ କର୍ମପନ୍ଥା ଗ୍ରହଣ କରିନେଇଛି-ଅନେକ ଲୋକଙ୍କ ମେଳରେ ତାକୁ ଭୁଲିଯିବାକୁ ଚେଷ୍ଟା କରିଛି। କିନ୍ତୁ କ'ଣ ହେଲା ତା'ର ପରିଣତି? ସବୁ କାର୍ଯ୍ୟ ବ୍ୟସ୍ତତା, ଅଗଣିତ ବନ୍ଧୁବାନ୍ଧବ, ଅସରନ୍ତି ଜୀବନ ଭିତରେ ନିଜକୁ ହଜାଇ ଦେବା ସତ୍ତ୍ୱେ ବି ତାକୁ ଭୁଲି ହେଲାନାହିଁ। ସେ ଆସେ। ଅତି ନିଭୃତରେ, ଅସତର୍କ ମୁହୂର୍ତ୍ତରେ ତା'ର ହୃଦୟକୁ ଛୁଇଁଦେଇ ପୁଣି କୁଆଡ଼େ ହଜିଯାଏ।